ପ୍ରସନ୍ନ ଆମକୁ ବଡ଼ ଆଶା ଦେଇଥିଲା। ତାର ସବୁ ସମ୍ପର୍କ ଓ ପ୍ରଭାବ ହଠାତ୍ ଏମିତି ଅର୍ଥହୀନ ହୋଇପଡ଼ିବା ତାକୁ କଷ୍ଟ ଦେଇଥିଲା। ସେ ଆଗ ଅପେକ୍ଷା ଆହୁରି ନମର ଗଳାରେ କହିଲା, "ସିରାଜକୁ ପୁଲିସ ବହୁତ ବାଡ଼େଇଛି। ଆମର ଆଶଙ୍କା ହେଉଛି ତାକୁ ବୋଧହୁଏ ସେମାନେ ମାରି ଦେଇଛନ୍ତି ଓ ତାର ଡେଡ୍ ବଡିଟାକୁ କୋଉଠି ଲୁଚେଇ ଦେଇଛନ୍ତି। ଆମେ ଥରେ ସିରାଜକୁ ଭେଟିବା ପାଇଁ ଚାହୁଁଛୁ। " ରାମବାବୁ କହିଲେ, "ଦେଖୁଛି ତୁମ ମୁଣ୍ଡରେ କିଛି ନାହିଁ। ଏଇଟା ପୁଲିସ କେସ୍। ଡେଡ୍ ବଡିଟାକୁ ସେମାନେ ଲୁଚେଇଦେବେ ବୋଲି କଣ କହୁଛ? ଯେମିତି ହେଲେ ପୋଷ୍ଟମର୍ଟମ୍ ହେବ। ତାପରେ ପୁଲିସ ସେ ଲୋକର ସମ୍ପର୍କୀୟଙ୍କୁ ଡେଡ୍ ବଡି ହସ୍ତାନ୍ତର କରିବ। " ମୁଁ କହିଲି, "ହୁଏତ ପିଲାଟା ବଞ୍ଚିଥିବ। ଆମେ ତାର ଡେଡ୍ ବଡି ବିଷୟରେ କଥା ହେବା ମୋ ମତରେ ଠିକ୍ ନୁହେଁ। ଆପଣ ଟିକିଏ ଫୋନ୍ କରିଦେଲେ ଆମେ ଥାନାକୁ ଯାଇ ଇନିସ୍ପେକ୍ଟରକୁ ଦେଖା କରନ୍ତୁ। " ରାମବାବୁ ଟିକେ ଅପ୍ରସ୍ତୁତ ଦିଶିଲେ। ତାଙ୍କ ଚାରିପଟେ ବସିଥିବା ଲୋକମାନେ ମଧ୍ୟ ଏ ବିଷୟରେ କୌତୂହଳୀ ହୋଇ ପଡ଼ିଥିଲେ। ଜଣେ ଦି'ଜଣ କେବଳ ଉପରଠାଉରିଆ ମନ୍ତବ୍ୟ ଦେଇଥିଲେ–ଏବେ ଆଉ ଆଇନ ବ୍ୟବସ୍ଥା ବୋଲି କିଛି ନାହିଁ। ଭୁବନେଶ୍ୱରର ଚା ପାନ ଦୋକାନରେ ବି କୁଆଡ଼େ ଚରସ ଓ ବ୍ରାଉନ୍ ସୁଗାର୍ ବିକ୍ରି ହେଉଛି। ପୁଲିସ ଏବେ କେତେ କାହାକୁ ଧରିବ! ଆମ ଭିତରୁ କେହି ତାର ପ୍ରତିବାଦ କଲୁନାହିଁ। ପ୍ରତିବାଦ କରିବାର ସମୟ କିମ୍ବା ପରିବେଶ କୌଣସିଟି ସେତେବେଳେ ନଥିଲା। ହୁଏତ ସେମାନେ ଯାହା କହୁଛନ୍ତି ତାହା ବିଲ୍କୁଲ୍। ଠିକ୍। ଚୋରା ନିଶା କାରବାର ଏବେ ପ୍ରଶାସନ ପାଇଁ ସବୁଠୁ ବେଶି ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି। ମାତ୍ର ଏଇ ନିର୍ଦ୍ଦିଷ୍ଟ ଘଟଣାରେ ସତ୍ୟଟି କଣ, ସେକଥା କେହି ଜାଣିବାକୁ ଚେଷ୍ଟା କରୁନାହାନ୍ତି। ସାଧାରଣ ପ୍ରତିକ୍ରିୟାର ସ୍ୱର ଏଭଳି ଗୋଟେ ସ୍ପର୍ଶାତୁରତା ଶୂନ୍ୟ ଅବସ୍ଥାକୁ ଆସିଯାଇଛି। ତାହା ମୁଁ ନିଜେ ପ୍ରତ୍ୟକ୍ଷ କରି ନଥିଲେ ବିଶ୍ୱାସ କରି ନଥାନ୍ତି। ଖୁବ୍ ଅନିଚ୍ଛା ସହ ରାମବାବୁ ଥାନାକୁ ଫୋନ୍ କଲେ। ସେଇ ରାଜନୀତିଆ ଶବ୍ଦ କିଛି, "ସେମାନେ ଆମ ଲୋକ। ଇନିସ୍ପେକ୍ଟରଙ୍କୁ ଯାଇ ଦେଖା କରିବେ। ଦେଖିବେ, ଯଦି କିଛି ସାହାଯ୍ୟ କରାଯାଇ ପାରେ...। " କହି ଫୋନ୍ଟିକୁ ରଖିଦେଲେ। ଆମର ଆଉ ଅଧିକ କିଛି କହିବାର ନଥିଲା। ଆମେ ତାଙ୍କୁ ନମସ୍କାର କରି ଫେରିଆସିଲୁ। ଇନିସ୍ପେକ୍ଟରଙ୍କୁ ଭେଟି ଆଉ ଥରେ ଅପମାନିତ ହେବା ପାଇଁ ଆମର ଧୈର୍ଯ୍ୟ ନଥିଲା। ଏହାପରେ ଆମେ ଥାନାକୁ ଯାଇଥିଲୁ, ଇନିସ୍ପେକ୍ଟରଙ୍କୁ ମଧ୍ୟ ଭେଟିଥିଲୁ। ଥାନାରେ ପହଞ୍ଚି ଜାଣିଲୁ, ସିରାଜ ମରିଯାଇଛି ଓ ତାର ଡେଡ୍ ବଡି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏକଥା ଶୁଣିବା ପରେ ଆମମାନଙ୍କର ମାନସିକ ଅବସ୍ଥା କଣ ହୋଇଥିବ ତାହା ଆମ ଜାଗାରେ ଥିବା ଯେକେହି ଲୋକ ଅନୁଭବ କରିପାରନ୍ତା। ଆମେ ଉତ୍ତ୍ୟକ୍ତ ହୋଇ ଇନିସ୍ପେକ୍ଟର ମର୍ଦ୍ଦରାଜ ଏସବୁ ନାଟର ଗୋବର୍ଦ୍ଧନ ବୋଲି ଆକ୍ଷେପ କରି ଗୋଟେ ଅଭିଯୋଗ ଲେଖିଲୁ ଓ ଏସ୍. ପି. ଙ୍କୁ ଭେଟି ସେଇଟା ଦେବାକୁ ଚାହିଁଲୁ। ମାତ୍ର ପାଞ୍ଚଥର ଏସ୍. ପି. ଙ୍କ ବଙ୍ଗଳାକୁ ଯାଇ ତାଙ୍କର ଦେଖା ପାଇଲୁ ନାହିଁ କିମ୍ବା ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଦେଖିପାରିଲୁ ନାହିଁ। ପୁଲିସ ହାତରେ ଥିଲା ପୋଷ୍ଟମର୍ଟମ ରିପୋର୍ଟ, ସିରାଜ ଆତ୍ମହତ୍ୟା କରିଥିବାର ଅକାଟ୍ୟ ପ୍ରମାଣ। ମୁଁ ମୋର ବାର୍ତ୍ତା ସଂପାଦକଙ୍କୁ ଯାଇ ଭେଟିଲି, ଆଦିତ୍ୟ ତାର ଅଧ୍ୟାପକ ବଡ଼ଭାଇଙ୍କୁ। ମାତ୍ର କେହି ଜଣେ ବି ଆମ କଥାକୁ ବିଶ୍ୱାସ କଲେ ନାହିଁ। ବାର୍ତ୍ତା ସଂପାଦକ ଚାହିଁଲେ ତଥ୍ୟ, ପ୍ରମାଣ। ଆମେ କହିଲୁ, ଅନୁସନ୍ଧାନ କଲେ ସିନା ପ୍ରମାଣ ମିଳିବ। ସେ ଆମ ସହ ରାଜି ହେଲେ ନାହିଁ–ପ୍ରଥମେ ପ୍ରମାଣ ଆଣ। ତାପରେ ଆମେ ଅନୁସନ୍ଧାନ କରିବୁ। ଅଧ୍ୟାପକ ଭାଇ କହିଲେ, ରାତି ବାରଟାରେ ମାଲ୍ ପିଇ ଗଡ଼ୁଥିବା ଲୋକଙ୍କ କଥା ଶୁଣିବା ପାଇଁ ତାଙ୍କର ସମୟ ନାହିଁ। ଆଉ ଯୋଉମାନେ ନିଜ ନିଜର କୌତୂହଳ ଚରିତାର୍ଥ କରିବା ପାଇଁ ଆମଠୁଁ ବୁଲେଇ ବଙ୍କେଇ ସବୁକଥା ବିଶଦ ଭାବେ ଶୁଣୁଥିଲେ, ସେମାନେ ଶୁଣିସାରି ଉପଦେଶ ଦେଲେ, "କାହିଁକି ଗୋଟେ ଢାବା ଟୋକାଟା ପାଇଁ ଲାଗିଛନ୍ତି? ନର ମାୟା ନାରାୟଣଙ୍କୁ ଆଗୋଚର। ଆଜିକାଲି କାହାକୁ ବା ବିଶ୍ୱାସ କରିବ? ପୁଲିସ ସାଙ୍ଗରେ ଲାଗିଲେ ତମକୁ ସେ କେସରେ ପକେଇଦେବେ। ଯାଅ, ନିଜ କାମରେ ଲାଗ।